ଉଡ଼ିଗଲେ! ହ୍ୱାଟ? ଦେବଚାନ୍ଦ? ଉଡ଼ିଗଲା? ହ୍ୱାଟ ଡୁ ୟୁ ମିନ? କିନ୍ତୁ ମୋର ପ୍ରଥମ ପ୍ରଶ୍ନଟା ଆରମ୍ଭ ନ ହେଉଣୁ ଆରପଟୁ ଗୋଟାଏ ଯାନ୍ତ୍ରିକ କ୍ୟୁଁ କ୍ୟୁଁ ଶବ୍ଦର କାନ୍ଦଣା ଆରମ୍ଭ ହୋଇଯାଇଥିଲା। ଟେଲିଫୋନ ଲାଇନ କଟିଯାଇସାରିଥିଲା। ହେ ଭଗବାନ! ଦେବଚାନ୍ଦ, ମୋର ଅତି ଅନ୍ତରଙ୍ଗ ବନ୍ଧୁ ଦେବଚାନ୍ଦର କଅଣ ହୋଇଗଲା! ଟେଲିଫୋନ ରିସିଭରଟାକୁ କ୍ରାଡଲ ଉପରେ ରଖିଦେଲି ଓ ପୁଣି ଥରେ ଉଠିଲି ଉଠେଇଲି। ଉଦ୍ଦେଶ୍ୟ, ଘଟଣାର ସତ୍ୟାସତ୍ୟ ପରୀକ୍ଷା ପାଇଁ ଦେବଚାନ୍ଦ ଘରକୁ ଫୋନ କରିବା। କିନ୍ତୁ ଦେବଚାନ୍ଦର ନମ୍ବରକୁ ଲାଗ୍ ଲାଗ୍ ପାଞ୍ଚ ଥର ରିଂ କଲା ପରେ ଯେତେବେଳେ କେବଳ ଏନଗେଜ୍‌ଡ ଶବ୍ଦ ଛଡ଼ା ଆଉ କିଛି ଶୁଣା ନ ଗଲା, ସେତେବେଳକୁ ମୋର ଆଶଙ୍କା ମତେ କଣ୍ଠାଗ୍ର କରିସାରିଥିଲା। ସକାଳ ସମୟ ଏଗାରଟା। ଅଫିସରେ ଫାଷ୍ଟ ଆୱାର କୁହାଯାଏ ଯାହାକୁ। ଫାଇଲ ଜମିବାକୁ ଆରମ୍ଭ କରିଥାଏ। ଲୋକେ ପରଦା ଆଢ଼ୁଆଳରୁ ଗୋଡ଼ ମୁହଁ ଦେଖେଇଲେଣି। ଆଜି ଗୁଡ଼ାଏ ଲୋକ ପହଞ୍ଚିଛନ୍ତି ଅଫିସରେ। ସେମାନଙ୍କ ଭିତରୁ ଅଧିକାଂଶ ଗାଉଁଲୀ ଲୋକ। ହୁଏତ କୌଣସି ଚାକିରି ଲାଗି ଇଣ୍ଟରଭ୍ୟୁ ଡେଟ୍ ଫିକ୍ସ କରାଯାଇ ଥାଇପାରେ ଆଜି ତାରିଖରେ। ମୋର ଆଖି କାନ୍ଥଘଣ୍ଟା ଉପରୁ ଘୂରିଗଲା ଏନଗେଜମେଣ୍ଟ ପ୍ୟାଡ୍ ଉପରକୁ। ଯାହା ଦେଖିଲି ମୁଣ୍ଡ ଘୂରେଇଗଲା। ଏଗାରଟାରେ ପିଅନ ପୋଷ୍ଟ ପାଇଁ ଇଣ୍ଟରଭ୍ୟୁ, ବାରଟାରେ ଲେବର କୋର୍ଟ, ସାଢ଼େ ବାରଟାରେ ସେକ୍ରେଟେରିଏଟରେ ମନ୍ତ୍ରୀଙ୍କ ଡକରା, ଗୋଟାକରେ ଏୟାରପୋର୍ଟ, ଦୁଇଟାରେ ଏ ଆଇ ଆର ରେକର୍ଡିଂ, ତିନିଟା ପନ୍ଦରରେ ବୋର୍ଡ ଅଫ ମ୍ୟାନେଜର୍ସ ମିଟିଂ। ଟେଲିଫୋନ ରିସିଭରଟାକୁ ପୁଣି ଥରେ ଉଠେଇ କାନରେ ଦେଲି। ଡାଏଲ ଟୋନ ଆସିବା ମାତ୍ରେ ଦେବଚାନ୍ଦର ନମ୍ବର ଆଉ ଥରେ ଟ୍ରାଏ କଲି। କିନ୍ତୁ ସେଇ କ୍ୟୁଁ କ୍ୟୁଁ, ସେଇ ଏନଗେଜ୍‌ଡ ସାଉଣ୍ଡ! ରିସିଭରଟିକୁ ଯଥାସ୍ଥାନରେ ରଖିଲି। କଲିଂବେଲ ଚିପିଲି। ପିଅନ ଆସିବା ମାତ୍ରେ କହିଲି, ବାବୁମାନଙ୍କୁ ଡାକ, ଆଜି ପିଅନ ଇଣ୍ଟରଭ୍ୟୁ ତାରିଖ ପରା! ଅଫିସରୁ ବାହାରୁ ବାହାରୁ ରାତି ଆଠଟା। ଇତିମଧ୍ୟରେ ପ୍ରତି ଘଣ୍ଟାଏ ଅଧଘଣ୍ଟାଏ ଛାଡ଼ି ଦେବଚାନ୍ଦ ଘରକୁ ବରାବର ଟ୍ରାଏ କରିଥିଲି ଟେଲିଫୋନରେ। ପୁଣି ବିଭିନ୍ନ ସ୍ଥାନରୁ, ଏୟାରପୋର୍ଟରୁ, ଏ ଆଇ ଆଗରୁ, ସେକ୍ରେଟେରିଏଟରୁ ଇତ୍ୟାଦି। କେବଳ ଦେବଚାନ୍ଦର ଘର ନୁହେଁ, ତା' ଅଫିସ, ତାର ଅନ୍ୟ ବନ୍ଧୁ, ମୋ ବନ୍ଧୁ, ଆମର ସାଧାରଣ ବନ୍ଧୁ। କିନ୍ତୁ କୌଣସିଠାରୁ ଦେବଚାନ୍ଦ ସମ୍ପର୍କରେ କିଛି ପ୍ରତ୍ୟକ୍ଷ ସମ୍ବାଦ ନ ଥିଲା। ସେଇ ଭେଗ୍ ପରିହାସବ୍ୟଞ୍ଜକ ବାର୍ତ୍ତା, ଦେବଚାନ୍ଦ ଉଡ଼ିଗଲା, ଓ ତା' ସହିତ କିଛି ହସ, କିଛି କାନ୍ଦ କାନ୍ଦ ଅଥଚ ଓଲଟା ପ୍ରଶ୍ନ, ଏଁ? ଉଡ଼ିଗଲା? ଏବଂ ଏହା ସହିତ ଏକ ସାଧାରଣ ମନ୍ତବ୍ୟ, ବହୁତ ମଦ, ବହୁତ ମଦ, ଓଃ! କିନ୍ତୁ ଦେବଚାନ୍ଦ ଘର ପାଖାପାଖି ପହଞ୍ଚିବା ମାତ୍ରେ ମୋର ନର୍ଭଗୁଡ଼ାକ ଲକ୍ଷେ ଟେଲିଫୋନ ଖଞ୍ଜା ହୋଇଥିବା ଗୋଟିଏ ଘର ପରି ବାର୍ତ୍ତାମୟ ହୋଇଉଠିଲା। ଦେବଚାନ୍ଦର ସରକାରୀ କ୍ୱାଟର୍ସ ଚତୁଃପାର୍ଶ୍ୱ ସେତେବେଳକୁ ଲୋକାରଣ୍ୟ। ପୁଲିସ, ଫାୟାର ବ୍ରିଗେଡଠୁଁ ଆରମ୍ଭ କରି ଡାକ୍ତରଖାନାର କେତୋଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳରେ ମଜବୁତ ମହଜୁଦ। ତା' ଛଡ଼ା, ଏସବୁ ମଝିରେ ଅନ୍ୟ ଯୋଉ ଦୃଶ୍ୟଟା ମତେ ହଠାତ୍ ଦେଖାଗଲା ସେଥିରେ ମୋ ନିଃଶ୍ୱାସ ରୁଦ୍ଧ ହୋଇଗଲା। ଆରେ ଦେବଚାନ୍ଦ, ତତେ ଏ ଦଣ୍ଡ କିଏ ଦେଲା! କହୁ କହୁ ଲୋକଗହଳି ଠେଲି ମୁଁ ତା' ଘର ଫାଟକ ଆଡ଼କୁ ବାଟ ଖୋଜିବା ଆରମ୍ଭ କରିଦେଲି। କିନ୍ତୁ ଅଳ୍ପ ସମୟ ପରେ ଆବିଷ୍କାର କଲି ଯେ ଆଜି ସନ୍ଧ୍ୟାରେ ଦେବଚାନ୍ଦର ଘରକୁ ଯିବା ପାଇଁ ଫାଟକ ବାଟେ କାହାରିକୁ ଅନୁମତି ମିଳୁନାହିଁ। ପୁଲିସବାଲା ତା' ଘରଟାକୁ ପୂରାପୂରି ଘେରାଉ କରି ନେଇସାରିଛନ୍ତି ରାତି ପାହାନ୍ତାରୁ।